ରାଷ୍ଟ୍ରର ରଜା ଆପଣାକୁ ସତକୁ ସତ କେଡ଼େ ଯୋଗ୍ୟ ବୋଲି ଦେଖାଇଦେଲେ। ସବୁ ମୁଖ୍ୟ କଥାକୁ ଆଦୌ ପାରନ୍ତି ନାହିଁ। ମାତ୍ର ଆମ ପଟର ରାଷ୍ଟ୍ରାଧିରାଜ ଯେ ଯୁଦ୍ଧବେଳ ନିମନ୍ତେ ବିଶେଷ ଭାବରେ ଯୋଗ୍ୟ, ସିଏ ସେକଥା ପ୍ରମାଣ କରିଦେଲେ। କାଳର ମତଲବଟାରେ ପ୍ରକୃତରେ କଣ ଅଛି କେଜାଣି ସିଏ ମୁଖ୍ୟତଃ ସେହି କଥାଟିକୁ ପରିଷ୍କାର କରିଦେବା ସକାଶେ ସୀମାନ୍ତରେ ଏକ ଗରମ ଯୁଦ୍ଧର ଅଭିନୟ କରାଇଲା, ବୀରକୁ ବୀର ବୋଲି ପ୍ରତିପାଦିତ କଲା। ଆମ କାଳରେ ରାଷ୍ଟ୍ରମାନଙ୍କର ଯୁଦ୍ଧ ବ୍ୟାପାର ବିଷୟରେ ଗୋଟିଏ ବିଭାଗ ରହିଛି, ଯାହାକୁ ସାଧାରଣ ତମ ଆମ ବୁଝିବା ପାଇଁ ପ୍ରତିରକ୍ଷା ବିଭାଗ ବୋଲି କୁହାଯାଉଛି। ରାଷ୍ଟ୍ରମାନେ କୁଆଡ଼େ ନିଜଆଡ଼ୁ ଆଦୌ ଯୁଦ୍ଧ ହେଉ ବୋଲି ଇଚ୍ଛା କରୁନାହାନ୍ତି। ତଥାପି ପୃଥିବୀରେ ପ୍ରତ୍ୟେକ ରାଷ୍ଟ୍ର ଏହି ଯୁଦ୍ଧ ଏବଂ ପ୍ରତିରକ୍ଷା ବାବଦରେ ହିଁ ସର୍ବାଧିକ ଅର୍ଥ ବ୍ୟୟ କରୁଛନ୍ତି। ଏପରିକି ତଥାକଥିତ ବିକାଶଶୀଳ ରାଷ୍ଟ୍ରମାନେ ମଧ୍ୟ ତାହାହିଁ କରିବାରେ ଲାଗିଛନ୍ତି। ପ୍ରତିରକ୍ଷା ସହିତ ଗୋଟିଏ ପ୍ରଚାର ବିଭାଗ ରହିଛି, ଏକ ଗୋଇନ୍ଦା ବିଭାଗ ରହିଛି। ପୃଥିବୀର ପଇସାଥିବା ଦେଶମାନେ ସାରା ପୃଥିବୀରେ ନିଜ ଗୋଇନ୍ଦା ବିଭାଗକୁ ବିଛାଇ ରଖିଛନ୍ତି। କେହି ଯେତେବେଳେ ଯୁଦ୍ଧ ଚାହୁନାହାନ୍ତି, ତେବେ କାହାଠାରୁ ଆପଣାକୁ ରକ୍ଷା କରିବା ନିମନ୍ତେ ବିଭିନ୍ନ ଦେଶର ସରକାରମାନେ ଏତେ ଏତେ ଖର୍ଚ୍ଚ କରୁଛନ୍ତି କେଜାଣି? ଆଧୁନିକ ପୃଥିବୀରେ ଯେତେ ଯେତେ ଧର୍ମସଂକଟ ମଣିଷର ସାମୂହିକ ବ୍ୟାପାରଗୁଡ଼ିକୁ କାମୁଡ଼ି ଧରିଛି ଏବଂ ପ୍ରାୟ କାହାକୁ ହେଲେ ଆଗକୁ ଯିବାକୁ ଦେଉନାହିଁ, ଏହି ବିଡ଼ମ୍ବନାଟିକୁ ମଧ୍ୟ ଆମେ ସେଗୁଡ଼ିକ ମଧ୍ୟରେ ସାମିଲ କରି ବିଚାର କରିପାରିବା। ରାଷ୍ଟ୍ରର ମାଲିକ ଆମ ସରକାରଙ୍କୁ ପ୍ରକୃତରେ ଧନ୍ୟ ବୋଲି କହିବା ଯେ ସରକାର ଯୁଦ୍ଧଭୂଇଁ ସପକ୍ଷରେ ଦେଶବ୍ୟାପୀ ଏତେ ସହାନୁଭୂତି ସୃଷ୍ଟି କରି ପାରିଥିଲେ। ଆମେ ସମସ୍ତେ ଯେ ଆମ ସୈନ୍ୟବାହିନୀ ପଛରେ ରହିଛୁ ସେହି କଥାଟିକୁ ବ୍ୟକ୍ତ କରିବାକୁ ଆମ ଇସ୍କୁଲମାନଙ୍କରେ ପଢୁଥିବା ସାନ ପିଲାମାନେ ମଧ୍ୟ ପଶ୍ଚାତପ ହେଲେ ନାହିଁ। ସେତେବେଳେ ଆମ ସମସ୍ତଙ୍କୁ କେତେ ଉଜାଗର ଲାଗୁଥିଲା। ଯୁଦ୍ଧଭଳି ଏକ ଅସ୍ୱାଭାବିକ ପରିସ୍ଥିତିରେ ଦେଶର ଏତେ ଏତେ ମଣିଷ କିଭଳି ସ୍ୱାଭାବିକ ଭାବରେ ଯେ ଏକତାବଦ୍ଧ ହୋଇ ଆସନ୍ତି, ଆଦୌ ପ୍ରତିକାର ପ୍ରୀତିକର ହୋଇ ନଥିଲେ ମଧ୍ୟ ସେତେବେଳେ ତଥାପି ଆଉ କିଛି ଆଗକୁ ଚିନ୍ତା କରିବାକୁ ଭାରି ଗୋଡ଼ ଖସି ଯାଉଥିଲା। ଦ୍ଵିତୀୟ ମହାଯୁଦ୍ଧ ସମୟରେ ବାବୁ ଚର୍ଚ୍ଚିଲଙ୍କ କଥା ଏଥର ଭାରି ମନେ ପଡ଼ିଯାଉଥିଲା। ସେତେବେଳେ ଇଉରୋପଟାର ଏପାଖକୁ ଗିଳିସାରି ହିଟଲରଙ୍କ ସେନାବାହିନୀ ଇଂଲଣ୍ଡକୁ ନିଜର ପରବର୍ତ୍ତୀ ଶିକାର ରୂପେ ଲକ୍ଷ୍ୟ ରଖି ସାଂଘାତିକ ବୋମାବର୍ଷଣ ଆରମ୍ଭ କରି ଦେଇଥାଏ। ସେହି ମାଡ଼କୁ ପାରିବା ଭଳି ତାକତ ଇଂଲଣ୍ଡର ଅଛି ବୋଲି ସେହି ଦେଶର ଅଧିବାସୀମାନଙ୍କର ବି ପ୍ରତ୍ୟୟ ହେଉନଥାଏ। ସେତିକିବେଳେ ରାଷ୍ଟ୍ରମୁଖ୍ୟ ହୋଇ ଚର୍ଚ୍ଚିଲ ଆସିଲେ ଏବଂ ଗଜନିସ୍ତାରଣ କଲେ। ଦେଶକୁ ଜାଗୃତ କରାଇବା ନିମନ୍ତେ ତାଙ୍କର ଓଜସ୍ୱୀ ଭାଷଣଗୁଡ଼ିକ ସତେଅବା ପୃଥିବୀର ସମର ଇତିହାସରେ ପ୍ରାୟ ନିତ୍ୟସ୍ମରଣୀୟ ହୋଇ ରହିଗଲା। ଚର୍ଚ୍ଚିଲ୍ ନିଜକୁ ଯୁଦ୍ଧବେଳେ ଯୋଗ୍ୟତମ ବୋଲି ପ୍ରମାଣିତ କରିଦେଲେ। ସେତେବେଳର ଯୁଦ୍ଧାବହ ଭିତର ଭିତରୁ ପୃଥିବୀକୁ ରକ୍ଷା କରିବାରେ ପ୍ରମୁଖମାନଙ୍କ ମଧ୍ୟରେ ଜଣେ ହୋଇ ରହିଲେ। ଆମର ମହାଭାଗ୍ୟ ଯେ ଆମର ଏଥରର ଯୁଦ୍ଧ ସମୟରେ ମଧ୍ୟ ଆମକୁ ରାଷ୍ଟ୍ରମୁଖ୍ୟ ହିସାବରେ ଏପରି ଜଣେ ବ୍ୟକ୍ତି ମିଳିଗଲେ ଯିଏକି ଖାସ୍ ଏହିଭଳି ଏକ ସଂକଟରେ ନିଜକୁ ସର୍ବୋପଯୁକ୍ତ ବୋଲି ପ୍ରତିପାଦିତ କଲେ କିନ୍ତୁ ବିଚରା ଚର୍ଚ୍ଚିଲ। ମହାଯୁଦ୍ଧ ପରେ ବିଲାତରେ ଯେଉଁ ନିର୍ବାଚନ ହେଲା, ସେଥିରେ ଲୋକେ ତାଙ୍କ ଦଳକୁ ଜୟଯୁକ୍ତ କରାଇଲେ ନାହିଁ। ଚର୍ଚ୍ଚିଲ ଆଉ ପ୍ରଧାନମନ୍ତ୍ରୀ ହୋଇନଥିଲେ। ଚର୍ଚ୍ଚିଲ ନିଜେ କଣ ଭାବିଥିବେ କେଜାଣି,